ଭଦ୍ରଭ୍ରାନ୍ତ ରଞ୍ଜନ ଝଡ଼ ପରି ବାହାରି ଆସିଲା ପଦାକୁ। ସେତେବେଳକୁ ରାୟସାହେବଙ୍କ କକ୍ଷ ସାମ୍ନାରେ ଭିଡ଼ ଆରମ୍ଭ ହୋଇଗଲାଣି। ଭିଡ଼ ଠେଲି ତଳକୁ ଓହ୍ଲାଇଗଲା ସେ। ଦ୍ରୁତପଦରେ ଗେଟ୍ ପାର ହୋଇ ରାସ୍ତା ଉପରେ ଆସି ଉଠିଲାବେଳକୁ ଭାଗ୍ୟକୁ ଗୋଟାଏ ଖାଲି ରିକ୍ସା ମିଳିଗଲା ତାକୁ। ଟାକ୍ସିଟାକୁ ଅଟକାଇ ଉଠି ବସିଲା ରଞ୍ଜନ। ଡ୍ରାଇଭରଟାକୁ ଆଦେଶ ଦେଲା ଓସେନଭିଉ ହୋଟେଲ। ଜଲଦି ଚଳା। କଳାରଙ୍ଗର ଟାକ୍ସିଟା ଛୁଟି ଚାଲିଥିଲା ସମୁଦ୍ରକୂଳ ରାସ୍ତା ଧରି। ରଞ୍ଜନର ମନ ଭିତର ଓଲଟପାଲଟ ହୋଇ ଯାଉଥିଲା ଗୋଟାଏ ଉତ୍ଶୃଙ୍ଖଳ ଝଡ଼ର ଅତ୍ୟାଚାରରେ। ଓସେନ ଭିଉ ହୋଟେଲର ଗାଡ଼ିବାରଣ୍ତାରେ ବ୍ରେକ କସି ଛିଡ଼ା ହୋଇଗଲା ରିକ୍ସାଟା। ଡ୍ରାଇଭରଟା ଟାକ୍ସି ନେଇ ଅପେକ୍ଷା କରିବାକୁ କହି ରଞ୍ଜନ ଦ୍ରୁତ ପଦକ୍ଷେପରେ ସିଡ଼ିଦେଇ ଉଠିଗଲା ଉପରକୁ। ନିଜର ସୁଟକେଶଟା ସଜାଡ଼ି ନେବାକୁ ତାର ଦୁଇମିନିଟରୁ ବେଶି ସମୟ ଲାଗିଲା ନାହିଁ। ବିଛଣାଟା ପଡ଼ି ରହିଲା। ସେଇଟା ହୋଲ୍ଡ଼ଅଲ ଭିତରେ ଗୁଡ଼େଇ ଗୁଡ଼େଇ ନେବାକୁ ବେଳନାହିଁ ତାକୁ। ପୋଲିସ୍ ହୁଏତ ଏତେବେଳେ ସୁଦ୍ଧା ପିଛା ନେଉଚି ତା'ର। ନିମିଷକେ ସିଡ଼ିଟା ଅତିକ୍ରମି ରଞ୍ଜନ ଓହ୍ଲେଇ ଆସିଲା ତଳକୁ। ଗାଡ଼ିବାରଣ୍ତାରେ ଅପେକ୍ଷାମାଣ ଟାକ୍ସିଟା ଉପରେଉଠି ବସିବା ମୁହୂର୍ତ୍ତରେ ହୋଟେଲ ବୟଟି, ଦଉଡ଼ି ଆସି ଲମ୍ଵା ସଲାମ ଠୁଙ୍କି ହାତକୁ ତାର ବଢ଼ାଇଦେଲା ନାଲି ରଙ୍ଗର ଇଷତ୍ ବଡ଼ ଗୋଟାଏ ଲଫାପା। ପରକ୍ଷଣରେ ବାରଣ୍ତା ଖାଲି କରି ବାହାରିଗଲା ଟାକ୍ସିଟା। ଡ୍ରାଇଭର ପଚାରିଲା। କୁଆଡ଼େ ଯିବି ହଜୁର। ଅନ୍ୟମନସ୍କ ରଞ୍ଜନ ଚମକି ଉଠିଲା ଡ୍ରାଇଭର କଥାରେ। ଯେତେଶିଘ୍ର ସମ୍ଭବ କଟକ ପହଞ୍ଚିବା ଦରକାର ମୋର। ଡବଲ ଭଡ଼ା ମିଳିବ। ଜଲଦି ଚଲାଅ। କଳାରଙ୍ଗର ଟାକ୍ସିଟା ଛୁଟି ଚାଲିଲା ଜଗନ୍ନାଥ ସଡ଼କ ଧରି। ଟାକ୍ସିଟାର ଧୂଳି ବଉଦ ପଛରେ, ଇଚ୍ଛାକୃତ ବ୍ୟବଧାନ ରଖି ଅନୁସରଣ କରୁଥିଲା ଆଉ ଗୋଟାଏ ଟାକ୍ସି। ଟାକ୍ସି ଛୁଟି ଚାଲିଥିଲା। ଉଦ୍ଭ୍ରାନ୍ତ ରଞ୍ଜନର ଚିନ୍ତାସ୍ରୋତ ଖୋଜି ବୁଲୁଥିଲା ଦ୍ରୁତ ସାବଧାନ। କଟକ ନିକଟ ହୋଇ ଆସୁଥିଲା। ଗୋଟାଏ ସିଗାରେଟ ଧରାଇବା ପାଇଁ ପକେଟରେ ହାତ ପୁରାଇବାକୁ ଗଲାବେଳେ ହାତରୁ ତା'ର ଖସି ପଡ଼ିଲା ନାଲି ରଙ୍ଗର ସେଇ ମୋଟା ଲଫାଫାଟା। ଅକାରଣରେ ଚମକି ଉଠିଲା ସେ। ଏତେବେଳଯାଏ ଭୁଲି ଯାଇଥିଲା ସେ ଏଇ ଲଫାପାଟାର କଥା। ପାଟିରେ ଗୋଟାଏ ସିଗାରେଟ ଧରାଇ ଚିନ୍ତିତ ମନରେ ଶଙ୍କିତ ହାତରେ ଖୋଲିଲା ସେ ଲଫାପାଟାକୁ। ମସ୍ତ ଗୋଟାଏ ଚିଠି। ସଂବୋଧନକୁ ଚାହିଁ ପୁଣିଥରେ ଚମକି ଉଠିଲା ରଞ୍ଜନ। ସେ ଚିନ୍ତା କରି ପାରୁ ନ ଥିଲା ତାକୁ ଏଭଳି ସମ୍ଵୋଧନ କରିବାଭଳି ଦୁଃ-ସାହସ କାହାର ହୋଇପାରେ। ତାକୁ ତା'ର ନିଜ ରୂପରେ ଆହ୍ଵାନ କଲାଭଳି ଧୃଷ୍ଟତା କିଏ କରିପାରେ? ପୃଷ୍ଠା ଓଲଟାଇ ପତ୍ରର ଶେଷ ଖୋଜିଲା ରଞ୍ଜନ। ସମାପ୍ତ ପତ୍ରଟାର ତଳେ ଲେଖାଥିଲା ପ୍ରତିଶୋଧ ଲିପ୍ସୁ ବିଜୟା। ରଞ୍ଜନର ବିସ୍ମୟ ସୀମା ଲଘଂନ କଲା। ବିଜୟା ଭଲି ଗୋଟାଏ ଅର୍ବାଚିନା ବାଳିକାର ଦୁଃସାହସ ଅଭିଭୂତ କରି ପକାଇଲା ତାକୁ। କେତେକ କୌତୂହଳ ଏବଂ ବେଶି ପରିମାମାଣରେ ଭୟ ନେଇ ପଢ଼ିବସିଲା ସେ ଚିଠିଟା ଦସ୍ୟୁ ରଞ୍ଜନ,। ଆଶାକରେ ଚିଠିଟାକୁ ମୋର ଗୋଟାଏ ତୁଚ୍ଛ ନାରୀର ଅର୍ଥହୀନ ପ୍ରଳାପ ମନେକରି, ଅବହେଳାରେ ଚିରି ପବନରେ ଉଡ଼ାଇ ଦେବାଭଳି ସମୟ ବା ଅବସ୍ଥା ବର୍ତ୍ତମାନ ତୋର ନାହିଁ। ତୋଭଳି ଗୋଟାଏ ହୀନ ପାପଚାରୀ ସହିତ ପତ୍ରାଳାପର ଇଚ୍ଛା ବା ଆବଶ୍ୟକତା କେଉଁଟି ନ ଥିଲେ ମଧ୍ୟ ତୋ ଜୀବନର ଏ ସଙ୍କଟମୟ ମୁହୂର୍ତ୍ତରେ, ମୃତ୍ୟପଥର ଯାତ୍ରୀ ରୂପେ ତୋତେ ଥରେ ଅଭିନନ୍ଦନ ଜଣାଇବାର ଲୋଭ ସମ୍ଵରଣ କରି ପାରିଲି ନାହିଁ। ସେଥିପାଇଁ ଏ ଚିଠିର ଅବତାରଣା ମୋର ଚିଠି ପଢ଼ି ଅପମୃତ୍ୟୁର ପୂର୍ବ ମୁହୂର୍ତ୍ତରେ ମଧ୍ୟ -